ଦାଣ୍ତରେ ଛାମୁଣ୍ତିଆ, ବାଡ଼, ବେଦୀ ଆଦି। ରାତିଅଧ ପର୍ଯ୍ୟନ୍ତ କୋଳାହଳ। ଜଣଙ୍କ ଘରକୁ ଜୋଇଁ ଆସିବ ଆଉ ଜଣଙ୍କ ଘରୁ ଜୋଇଁ ଯିବ। ବଡ଼ ଆନନ୍ଦର କଥା। ବିବାହ ଦାମ୍ପତ୍ୟ। ଏ ମିଳନ ଅମୃତମୟ। ଅଧରାତିକୁ ଯିଏ ଯେମିତି ଶୋଇଲେ। ପାହାନ୍ତି ପହରରୁ ଉଠିଲେ କନ୍ୟା ଓ ପୁତ୍ରଙ୍କ ମାତା। 'ମାଗି' କାଇଁ? କାହିଁ 'ଭିକା'? ଖୋଜା ପଡ଼ିଲା। କୋଳାହଳରେ ଦୁଇଟି ଗାଁ ହୁଲସ୍ତୁଲ, ପଡ଼ିଲା ଉଠିଲା। କିଏ କହିଲା, 'ମୁଁ ଯାହା କହୁଥିଲି ହେଲା। ' ଆଉ କିଏ କହିଲା 'ଏ କାଳ ପିଲେ, ତାଙ୍କ ମନ ଟିକିଏ ଏପଟ ସେପଟ। ପକାଇଛନ୍ତି। ଟଙ୍କା ସେ ଦେଇଛନ୍ତି ବୋଲି ପୁଅ ଯେପରି ନ ଜାଣୁ, ଜାଣିଲେ ମୁହଁ ଶୁଖାଇବ। ସେଦିନ ତା ଅଣ୍ଟିରେ ପଇସାଟିଏ ନ ଥିଲା। ଧୋବାଘର ଆସ ଜିଦ୍ କଲା ତା ପଇସା ନ ଦେଲେ ଉଠିବ ନାହିଁ। କେତେ କରି ବୁଝାଇ ଥିଲା ପୁଅ। ସେ ଶୁଣିଲା ନାହିଁ। ସହି ପାରି ନ ଥିଲେ ଶ୍ୱଶୁର। ଅଣ୍ଟାରୁ କାଢ଼ି ଦେଲେ। ଧୋବା ଚାଲିଗଲା। ମୁହଁଟି ଶୁଖାଇ ଅନ୍ୟମନସ୍କ ହୋଇ ପୁଅ ଚିନ୍ତିତ ମନରେ ମୁଣ୍ତରେ ହାତ ଦେଇ ବସିଥିଲେ। କହିଥିଲେ—ମୁଁ ଅପଦାର୍ଥ, ମୋ ନନାଙ୍କୁ କଣ କଲି? ଜନ୍ମ ହୋଇ ବୋଉକୁ ଖାଇଲି। ନନା ମୋର ଲକ୍ଷେ ହିନସ୍ତା ହୋଇ ଏଡ଼ୋଟିରୁ ଏଡ଼େଟିଏ କଲେ। ରୋଜଗାର ବି କଲି। ଏତେ ପାରିବାର ପୁଅଟିଏ ମୁଁ ଯେ ତାଙ୍କୁ ଦୁଇ ପଇସା ବଢ଼ାଇବା ତ ଦୂରର କଥା, ମାମୁଁ ଆସି ତାଙ୍କୁ ଯାହା ବି ଦେଉଛନ୍ତି, ମୁଁ ନାହିଁ ତ ମୋ ପିଲେ ସେତକ ତାଙ୍କଠାରୁ ଟାଣି ଆଣୁଛନ୍ତି। ଆମକୁ ଯାହା ମରଣ ନ ହଉଚି। 'ମରଣ ନ ହଉଚି' କଥାଟି ବୁଢ଼ାଙ୍କୁ ବଡ଼ ବାଧିଲା। ଖାଇଲେ ନି, ପିଇଲେ ନାହିଁ। ଦିଅଁ ଘରେ ବସି ରହିଲେ। କେତେ ମନ୍ତ୍ର କେତେ ସ୍ତୋତ୍ର ପାଠ କଲେ। ବୋହୂ ଯାଇ ଗୋଡ଼ତଳେ ପଡ଼ିଲାରୁ ବସିଲେ ଖାଇ। ତଣ୍ଟିରେ ଗୁଣ୍ତା ଗଳିଲା ନାହିଁ। ଥରକୁ ଥର ପୁଅ ଆଉ ନାତି ନାତୁଣୀଙ୍କୁ ଘନ ଘନ କରି ଚାହିଁଲେ। ସେହିଦିନୁ ପୁଅ ହୁସିଆର, ଆଉ ବାପ ବି ହୁସିଆର। ବରଂ ବାର ବାରଣ ଥିବାରୁ ଅଳଙ୍କାର ଲଗାଇ ପାରୁ ନ ଥିଲେ। ଝିଅର ଜନ୍ମଦିନ ଆସିଥାଏ। ପ୍ୟାଣ୍ଟଟାଏ କି ଜାମାଟାଏ ଶତ ଚେଷ୍ଟାରେ ହୋଇ ପାରିଲା ନାହିଁ। ମାସ ଅଧା, ପଇସା ମିଳିବ କାହୁଁ? ପିତା ବାରଣ କରିଛନ୍ତି। କରଜ ମୋଟେ କରିବାକୁ ହେବନି। ଦୁଃଖେ ସୁଖେ ଚଳିଯିବାକୁ ହେବ। ତଥାପି ଲୁଚାଇ, ବାପକୁ କହି ସେ ଧାର କରନ୍ତେ। ମାତ୍ର ଧାର ମିଳିବ କାହୁଁ, ଲୋକେ ସାହାର୍ଯ୍ୟ ନେବାକୁ ତତ୍ପର, ଦବାକୁ ବିମୁଖ। ଜୀବନରେ ଥରେ ଅଧେ ଅନୁରୋଧ କରି ବିଫଳ ହେଲାରୁ ସେ ଧନ୍ଦା ସେ ଛାଡ଼ି ଦେଇଥିଲେ। ପିଲାଟି ମୁହଁକୁ ଚାହିଁ କୋହ ଆସିଲା, ଆଖିରୁ ଲୁହ ଗଡ଼ିପଡ଼ିଲା। ଚତୁରା ସ୍ତ୍ରୀ ବୁଝି ପାରିଲେ। ଏଇ ସୁଯୋଗ। ଏକୁ ଛାଡ଼ିଲେ ଆଉ ଆସିବ ନାହିଁ। ସୁଯୋଗ ଜୀବନରେ ଥରେ ଆସେ, ବହୁଥର ନୁହେଁ, ଅଳଙ୍କାର କାଢ଼ି ଦେଖାଇଲେ। ପିଲାକୁ ଲଗାଇ ଦେଲେ। ସ୍ୱାମୀ ଫେଁ କିନା ହସିଦେଲେ, ପୁଣି ପରକ୍ଷଣରେ ସେ ହସ ମଉଳିଗଲା। ସ୍ୱାମୀ, ସ୍ତ୍ରୀ ତାକତରକରେ ରହିଗଲେ। ସ୍ୱାମୀ ଡରିଲେ। କେଉଁଠୁ ଆଣିଲ ପଚାରି ଦେଲେ, ସ୍ତ୍ରୀ ଦାମ୍ଟା ମାଗିବେ, କେଉଁଠୁ ସେ ଦେବେ? ଯୁଦ୍ଧକ୍ଷେତ୍ରରୁ ଭୀରୁ କାପୁରୁଷ ସୈନିକ ପଶ୍ଚାତ୍ଧାବନ କଲାପରି, ସେ ନ ପଚାରି ଚୁପ୍ ଚାପ୍ ରହିବାଟାକୁ ଯୁକ୍ତିଯୁକ୍ତ ମନେକଲେ। ସ୍ତ୍ରୀ ବି ଆଉ ସେକଥା ଉଠାଇଲେ ନାହିଁ। କାଳେ ପଇସା କେଉଁଠୁ ଆଣିଲ ପଚାରିବେ ସ୍ୱାମୀ। ଉତ୍ତର କ'ଣ ଦେବେ ସେ ସ୍ଥିର କରି ପାରିନାହନ୍ତି। ପାରିବେ ନାହିଁ ବି। ତେଣୁ ସେ ଆଡ଼େଇ ରହିଲେ। ଦୁର୍ଘଟଣାର ଠିକ୍ ପୂର୍ବଦିନ। କାଗଜରୁ ସମ୍ବାଦ ପାଠ କରି ବଳଭଦ୍ର ଚମକି ପଡ଼ିଥିଲେ। ସ୍ତ୍ରୀଙ୍କୁ କହିଲେ—ଶୁଣିଲଣି! ଦିନକୁ ଦିନ ଚୋରି ବଢ଼ି ଚାଲିଛି। ଏଥିରେ କାହିଁକି ମୋ ମନଟା ବିଚଳିତ ହୋଇ ଯାଉଛି। ଥୋଲାଏ ହସ ହସି ସ୍ତ୍ରୀ କହିଦେଲେ—କିଓ ଆମର କଣ ଅଛି ଯେ, ଆମେ ଚୋରକୁ ଡରିବା! ସ୍ୱାମୀଙ୍କ ଅଜାଣତରେ ପାଟିରୁ ବାହାରି ପଡ଼ିଲା—ନ ଥିଲା ଯେ, ସ୍ତ୍ରୀ କହିଥିଲେ—କ'ଣ ଏ ବାଳୁତ ଝିଅର ସୁନା କେଇ ରତି?